ପିଲାମାନେ ବଙ୍ଗଳା ମାଧ୍ୟମରେ ପାଠ ପଢ଼ନ୍ତି। ବହୁଦିନୁ ମାମୁଁ ମାଇଁଙ୍କଠୁ ନିମନ୍ତ୍ରଣ ପାଇଥିଲି। ଗଲାମାତ୍ରେ ସେମାନେ ମତେ ଦେଖି ଉଲ୍ଲସିତ ହୋଇ ଉଠିଲେ। ଜଳପାଇଗୁଡ଼ି ପଶ୍ଚିମବଙ୍ଗଳାର ଏକ ବଡ଼ ଜିଲ୍ଲା। ଦୁଇତିନି ମାସ କାଳ ଲୋକେ ବଡ଼ ହଇରାଣ ହୁଅନ୍ତି। ତିସ୍ତାନଦୀ ଜଳ ଭାରରେ ଫୁଲି ଉଠେ, ଘରଦ୍ୱାର ଭସେଇ ନିଏ। ଅବଶ୍ୟ ଲୋକେ ଓ ସରକାର ଆଗରୁ ପ୍ରସ୍ତୁତ ହୋଇଥାଆନ୍ତି। ତିସ୍ତା ସବୁ ପ୍ରସ୍ତୁତିକୁ ଟପି ଏକ ଭୟାନକ ରୂପ ଧରେ। ଶୀତଦିନେ ତିସ୍ତା ଅତି ସୁଶୀଳ ସରଳା ବାଳିକା ପରି ଧୀର ମନ୍ଥର ଗତିରେ ବହିଯାଏ। ଚିରସ୍ରୋତ ସେ। ବ୍ରହ୍ମପୁତ୍ରର ବୁକୁ ଫୁଲିଲେ ଏହାର ବୁକୁ ମଧ୍ୟ ଫୁଲିଉଠେ। କିନ୍ତୁ ଶୀତ ଦିନେ ନଦୀର ସ୍ୱଚ୍ଛ ସଲିଳ ଧାରା, ଅଚଞ୍ଚଳ ଗତି ଓ ତାର ଚତୁର୍ଦ୍ଦିଗର ଦୃଶ୍ୟ ଦେଖିଲେ, ୟା ବକ୍ଷରେ ଏପରି ପ୍ଳାବନ ସୃଷ୍ଟି ହୁଏ ବୋଲି ମନେହୁଏନା। ଜ୍ୟେତ୍ସ୍ନାସ୍ନାତ ମୁଗଧ ଚକିତ ଆକାଶ ତଳେ ତିସ୍ତା ବକ୍ଷରେ ସେଦିନର ନାବକେଳି ମନରୁ ପାସୋରି ଯିବନି। କୋଡ଼ିଏ ତାରିଖଠାରୁ ଚାରିଦିନ କାଳ ଏହି ତିସ୍ତା କୂଳରେ ହିଁ ବିତିଗଲା। କୁଚବିହାର, ମଇନାଗୁଡ଼ି ଆଡ଼ୁ ପ୍ରତିଦିନ ମଫସଲଲୋକଙ୍କ ଅବିଶ୍ରାନ୍ତ ଯାତାୟତ ଏହି ତିସ୍ତା ଦେଇ ହୁଏ। ଦଳ ଦଳ ହୋଇ ବାଉଲ୍ ଗାଁ ଗହଳରୁ ଆସନ୍ତି। କାନ୍ଧରେ ଝୁଲି, ହାତରେ ଏକତାରା, ସାଙ୍ଗରେ ସଖୀ। ବାଉଲ୍ର ସୁଲଳିତ କଣ୍ଠରୁ ସ୍ୱଚ୍ଛନ୍ଦ ସ୍ୱର, ରାଧାକୃଷ୍ଣ ଭଜନାମୃତ ମୁଖରିତ ହୋଇ ଉଠିଲା ମାତ୍ରେ ମୋ ସାରା ଦେହରେ ସ୍ପନ୍ଦନ ଖେଳିଯାଏ। ରାଧାକୃଷ୍ଣଙ୍କ ପ୍ରେମର କାହାଣୀ, ଭକ୍ତିଗାଥା ଧର୍ମ ଓ ପ୍ରେମ ଦୁଇଟିଯାକର ମିଳିତାମୃତ କାହାକୁ ବା ଖରାପ ଲାଗେ। ନଦିୟା କୀର୍ତ୍ତନ ଦଳ ମଧ୍ୟ ଝୁଲି ଝୁଲି ଢଳି ଢଳି ଆସନ୍ତି। ମୁଣ୍ଡରେ ଲମ୍ବା ଲମ୍ବା ବାଳ–ଦେହରେ ଧଳା ଗେରୁଆ ପରିଧାନ, ହାତରେ ଗିନି ଓ ମୁର୍ଦ୍ଦଙ୍ଗ। ମୁଁ ଅନେକ ସମୟ ସକାଳେ ଓ ସନ୍ଧ୍ୟାରେ ଏହି ତିସ୍ତା କୂଳରେ ବସି ଏହି ବାଉଲ୍ ଓ କୀର୍ତ୍ତନ ଦଳକୁ ଅପେକ୍ଷା କରିଥାଏ। ଆଗେ ପଇସା, ପରେ ଗାଇବି ଏ ଦାବୀ କୌଣସି ବାଉଲ୍ ଠୁ ଶୁଣିନି। ନିଷ୍କାମ ଜୀବନ ଓ ମନ। ଜୀବନର ସମସ୍ତ ଆନନ୍ଦ ଏହି ଏକତାରାର ଗୋଟିଏ କ୍ଷୀଣ ତାର ଦେହରେ ଭାସି ଆସେ-। ଗାଇ ଚାଲିଚି– ''ଲତାୟେ ମଧୁ, କୁସୁମେ ମଧୁ ମଧୁ ତୋମାର ନାମ ଓଗୋ ମଧୁ ତୋମାର ନାମ। '' ଗୀତ ଓ ଭାବ ଉଭୟରେ ମୁଁ ବିଭୋର ହୋଇପଡ଼େ। ମନହୁଏ ଏଇମାନଙ୍କ ଦଳରେ ମିଶିଯାଆନ୍ତି କି! ମୁଣ୍ଡରେ ବାଳ ବଢ଼େଇ ପାରିବି–ଏମିତି ପୋଷାକ ପିନ୍ଧ ପାରିବି–କିନ୍ତୁ କ'ଣ ଛନ୍ଦରେ ନାଚି ପାରିବି? ଏମିତି ଲଳିତ ସୁମଧୁର ଗୀତ ଗାଇ ଅନ୍ୟକୁ ଆପ୍ୟାୟିତ କରି ପାରିବ? ଜଳପାଇଗୁଡ଼ିଠାରୁ ନାଆରେ ତିସ୍ତା ପାର ହେବାକୁ ପଡ଼େ। ଆରପଟେ କୁଚବାହାର, ମଇନାଗୁଡ଼ି ପ୍ରଭୃତି ପଶ୍ଚିମବଙ୍ଗର ଏକ। ବିସ୍ତୃତ ଅଞ୍ଚଳ–ଜଳପାଇଗୁଡ଼ି ଜିଲା ଅନ୍ତର୍ଗତ। ତିସ୍ତା ମଝିରେ ଏକ ଘନ ଘାସର ଜଙ୍ଗଲ। ମୋଟା ମୋଟା ଘାସ। ବିରାଟ ବିରାଟ ପଠା। ଏ ଘାସର ବଣ ମାଇଲ ମାଇଲ ଧରି ବ୍ୟାପିଥାଏ। ଶୁଣିଚି, ଏହି ପଠା ଦହିରେ ଅନେକ ହିଂସ୍ର ଜନ୍ତୁ, ସାପ ଆଦି ବିଚରଣ କରି-ଥାଆନ୍ତି। ଏହି ପଠା ଉପରେ କୁଚବିହାର ଆଡ଼ୁ ତିସ୍ତାର ଏ କୂଳଯାଏଁ ମଟର ଯାତାୟାତ କରେ ଦିନରାତି। ବହୁ ଯାତ୍ରୀ। କୌତୁହଳ ମେଣ୍ଟାଇବାପାଇଁ ମୁଁ ତିସ୍ତା ପାର ହେଲି। ପଠା ଉପରେ ଅନ୍ୟ କୂଳଯାଏ ପ୍ରାୟ ତିନି ମାଇଲ ବାଟ। ଦିନ ବାରଟାରେ ମଧ୍ୟ ସୂର୍ଯ୍ୟର ରଶ୍ମି ପ୍ରଖର ନୁହେଁ। ବେଶ ସୁଶୀତଳ ବାୟୁ ତାକୁଇ ସେବନ କରି କରି ମୁଁ ଚାଲିଯାଏ। ଯେଉଁଠି ପହଞ୍ଚିଚି–କମଳା ଲେମ୍ବୁ ପ୍ରଚୁର ପରିମାଣରେ ପାଇଚି। ଖୁବ୍ ଶସ୍ତା। ଆମ ଦେଶରେ କମଳା ଗୋଟାକୁ ଦୁଇଅଣା। ଗରିବ ଗରୁବା କମଳା ଲେମ୍ବୁ କେଉଁଠୁ ପାଇବେ? 'ଏଠାକାର ମଫସଲ ଅଞ୍ଚଳରେ 'ବୋହେ'' ବୋଲି ଗୋଟିଏ ଆଦିମ ଜାତି ବାସ କରନ୍ତି-। ସମସ୍ତେ ଖଟିଟିଆ, ଦରିଦ୍ର ଓ ଜମିହୀନ। ପୋଷାକପତ୍ର ଖୁବ୍ କମ୍ କିନ୍ତୁ ଲଙ୍ଗଳା ନୁହନ୍ତି-। ବେଷଭୂଷା ଆମ, ପୁରୀପଣ୍ଡାଙ୍କ ପରି। ମୁଣ୍ଡରେ ଲମ୍ବାଲମ୍ବା ଗୋଟାଏ ଗୋଟାଏ ଚୁଟି। ଜଟା ବାନ୍ଧି ଯାଇଥାଏ; କିନ୍ତୁ ସମସ୍ତଙ୍କ ମୁଣ୍ଡରେ ନୁହେଁ। ରକ୍ଷଣଶୀଳ ବୁଢ଼ା, ବୁଢ଼ା ଲୋକଙ୍କଠି ଦେଖାଯାଏ-। ଏମାନେ ବିହାରୀଙ୍କ ପରି ଖଇନି। ଖାଆନ୍ତି। ନାଶ ବି ଶୁଙ୍ଘନ୍ତି। ପ୍ରଥମ ଅଭ୍ୟାସଟା ବିହାରୀଙ୍କର–ଦ୍ୱିତୀୟଟା ବଙ୍ଗଳୀଙ୍କ ନିଜସ୍ୱ। ନସ୍ୟସେବନ ବଙ୍ଗାଳୀ ଭଦ୍ର ସମାଜରେ ମଧ୍ୟ ଦେଖାଯାଏ।